ମୂଲ୍ୟବାନ ଜିନିଷ ପରି ବହୁମୂଲ୍ୟବାନ ବହୁମତର ସ୍ୱୀକୃତି ପାଇବା ଯେ ସମୟର କାମ, ଏତକ ସେମାନେ ଜାଣନ୍ତି ନାହିଁ। କିଶୋର ବୟସରେ ଦର୍ଶନ ଓ ତତ୍ତ୍ୱପୂର୍ଣ୍ଣ ଲେଖା ଲେଖି ବଡ଼ ଦାର୍ଶନିକ ଓ ବାହାଦୁର ତାତ୍ତ୍ୱିକ ଆଖ୍ୟା କାହିଁକି ପାଇଲେ ନାହିଁ, ତାହାରି ଅନୁଧ୍ୟାନରେ ଲାଗିଯାଆନ୍ତି। ଯେବେ ପାଞ୍ଚ ସାତ ବର୍ଷରେ ଗୋଟାଏ ସ୍ଥାୟୀ ଗୌରବ ମିଳି ନ ପାରିଲା, ତାହାହେଲେ ସେ ସାଧନା ବ୍ୟର୍ଥ ଓ ବିଫଳ ବୋଲି ମତ ଦିଅନ୍ତି। ଏମାନଙ୍କର ସଂଖ୍ୟା ଆମର ଓଡ଼ିଆ ସାହିତ୍ୟରେ କାହିଁକି, ପ୍ରାୟ ସବୁ ସାହିତ୍ୟରେ ସଂଖ୍ୟାଗରିଷ୍ଠ। ସ୍ଥାୟୀ ବା ଚିରସ୍ଥାୟୀ ବିଷୟର ନିଦାନ, ପରିସର ଓ ସଂଜ୍ଞା ଜାଣି ନ ଥିବା ଲୋକ କେବଳ ନିଜ ଜ୍ଞାନର ସସୀମତା ଓ ଅଭିଜ୍ଞତାର ଅପରିପକ୍ୱତା ପାଇଁ ଏହି ଯାତ୍ରାପଥରୁ ଓହରି ଯାଆନ୍ତି। ଯେତେ ଶୀଘ୍ର ଓ ଯେତେ ସହଜରେ ଆସିଥିଲେ, ଠିକ୍ ସେହି କ୍ଷିପ୍ରତାରେ ଓହ୍ଲାଇ ଯାଆନ୍ତି। ଏମାନଙ୍କୁ ଗାଁରେ ଆମେ କହିଥାଉ ପାଣିହାଣ୍ଡି ଓହ୍ଲା ଲୋକ। ଏମାନଙ୍କର କଳ୍ପନା, ଯୋଜନା, ଆକାଙ୍କ୍ଷା ଓ ସାଧନା ନିମ୍ନ ସ୍ତରର।କେବଳ ଏହି ପ୍ରକାର କ୍ଷଣିକ, କ୍ଷଣସ୍ଥାୟୀ ଝକମାରୀ ବ୍ୟକ୍ତିମାନଙ୍କ ପାଇଁ ପାଠକ ସମାଜର ସ୍ୱୀକୃତି ଓ ସମର୍ଥନ ମିଳିବାରେ ବିଳମ୍ବ ହେଉଛି। କାରଣ କିଏ କଣ ଓ କେତେ ଦୂରର ନ ଜାଣି ବଡ଼, ଭଲ, ବଢ଼ିଆ, ଆଦର୍ଶ ବୋଲି ସାର୍ଟିଫିକେଟ କିଏ କାହାକୁ ଦେବ? ମନଇଚ୍ଛା ଦୁବଘାସ ପରି କଅଁଳ ଅବା ବଜ୍ର ବିଦ୍ୟୁତ ପରି ଭୀଷଣ ଅବା ବୋମା ବାରୁଦ ପରି ଶବ୍ଦାୟମାନ ହେଲେ ମଧ୍ୟ ଛାତି ଭିତରର ସମର୍ଥନ ଏଥିରେ ଆସିପାରିବ ନାହିଁ। ଯେତେ ଆନ୍ଦୋଳନ କଲେ ମଧ୍ୟ ସର୍ବଜନ ସମର୍ଥନ ପାଇଁ ସାର୍ବଜନୀନ ଭାବର ଭାବୁକ ହେବା ଦରକାର। ସାର୍ବଜନୀନତାରେ ଯୁବକ ଲେଖକ, ଅନାମ ଲେଖକ, ଅବୁଝା ଲେଖକ, ମିନି ଲେଖକ, ଗାଁ ଲେଖକ ଅବା ଜାପାନୀ ଚୀନା ଲେଖକ ବୋଲି କଥା ନାହିଁ। ଧର୍ମପ୍ରଚାରକ, ସମାଜ ସଂସ୍କାରକ, ସମାଜସେବୀ, ବିପଲବୀମାନଙ୍କର ଯେପରି ଗାଁ, ବିଦ୍ୟା, ବୟସ ଆଦି ବୁଝିବା ଦରକାର ହୁଏ ନାହିଁ, ସେହିପରି ସାର୍ବଜନୀନ ଲେଖକର ମଧ୍ୟ ଏହି ସବୁ ସାଂସାରିକ ଉପକରଣ କାମରେ ଲାଗେ ନାହିଁ। ତେବେ ଏସବୁ ହେଉଛି କାହିଁକି? କାରଣ ହେଲା ପ୍ରତ୍ୟେକ ଲୋକ ସ୍ୱୟଂସମ୍ପୂର୍ଣ୍ଣ। ଏହାକୁ ଆମେ କହୁ, ମଣିଷ ମୋଟାମୋଟି ଚଉଦ ପାଆ, ଅବା ଲଙ୍କାରେ ଯେତେକ ଜାତ ସମସ୍ତେ ବାଆନ ହାତ। ପ୍ରତ୍ୟେକ ଲେଖକ ନିଜକୁ ସର୍ବଶ୍ରେଷ୍ଠ ଲେଖକ, ସର୍ବଶ୍ରେଷ୍ଠ ଦାର୍ଶନିକ, ତାତ୍ତ୍ୱିକ ଓ ଚିନ୍ତାନାୟକ ବୋଲି ଭାବିବା ସ୍ୱାଭାବିକ। ପ୍ରକୃତ କଥା ମଧ୍ୟ ସେଇଆ। ଆରମ୍ଭରେ ସମସ୍ତେ ସମାନ। ସେଇଠୁ ଆରମ୍ଭ ହୁଏ ପ୍ରତିଦ୍ୱନ୍ଦ୍ୱିତା। ପ୍ରତିଦ୍ୱନ୍ଦ୍ୱୀର ବିଚାର, ଧନ ଓ କୌଶଳ ସେମାନଙ୍କୁ ଆଗପଛ କରିଦିଏ। ଅନ୍ୟମାନେ ତଳକୁ ଚାଲିଯାନ୍ତି। ତଳକୁ ଖସିବା ଲୋକ ଓ ଉପରକୁ ଉଠିବା ଲୋକ ଭିତରେ ପ୍ରଭେଦ ବି ବେଶି ନାହିଁ। ଏଥିରେ ଥାଏ ଉପସ୍ଥିତ ବୁଦ୍ଧି ବା ଅକଲର ପରିମାଣର ପ୍ରଭେଦ। ଆମର ଓଡ଼ିଆ ଶିଶୁ ସାହିତ୍ୟରେ ମଧ୍ୟ ଏହି ପ୍ରକାରର ଉପାଖ୍ୟାନ ଅଛି। ଲଙ୍କା ଯୁଦ୍ଧରୁ ଫେରିଲା ପରେ ରାମଚନ୍ଦ୍ର ଓ ସୀତାଦେବୀ ବାନର ସେନାଙ୍କୁ ଭୋଜି ଦେଇଥିଲେ। ସେଇ ଭୋଜିରେ ଶିମ୍ବମଞ୍ଜି ଆମ୍ବିଳ ପରଶା ଯାଇଥିଲା। ଜଣେ ବାନର ମଞ୍ଜିକୁ ଟିକିଏ ଚିପିଦେବାରୁ ମଞ୍ଜିଟି ଉପରକୁ ଉଠିଗଲା। ହଠାତ୍ ସେ ବାନର ମହାଶୟ କୁଦା ମାରିଦେଲେ ମଞ୍ଜିଠାରୁ ଉଚ୍ଚକୁ। ତାଙ୍କର ଡିଆଁ ଦେଖି ପୂରା ବାନର ବାହିନୀ ଉପରକୁ, ଆହୁରି ଉଚ୍ଚକୁ, ଆହୁରି ଉଚ୍ଚକୁ ଡେଇଁବାରେ ଲାଗିଲେ। ଜଣାପଡ଼ିଲା ଶିମ୍ବମଞ୍ଜିର ମାହାତ୍ମ୍ୟ। ଠିକ୍ ସେହିପରେ ସାହିତ୍ୟରେ ମଝିରେ ମଝିରେ ଏହି ଶିମ୍ବମଞ୍ଜି ଓ ବାନର ଡିଆଁ ପରି କିଛି କିଛି କାମ ହୁଏ।